ବିଶେଷରେ ପୂର୍ବ ସାହିରେ ଗଡ଼ର ମଝି ଛକ କଡ଼କୁ ରଥୀ ଭାସ୍କରଙ୍କ ଘର ପାଖାପାଖି ଯେଉଁ ନୀଳକଣ୍ଠ ଶିବ ଥାନ୍ତି, ତାଙ୍କଠାରେ ରାତି ପାହିଲେ ରାତି ଦୁଇଘଡ଼ି ଯାଏ ଦହି ଉଖୁଡ଼ା ଭୋଗ ଲାଗେ। ଟଭା ଫଳ ସାଙ୍ଗକୁ ଲହୁଣୀ ମେଞ୍ଚାଏ ନିଶ୍ଚିୟ ମଞ୍ଜନ ଲାଗି ଲୋଡ଼ା ହୁଏ। ଏଣେ ପାର୍ବତୀଙ୍କ ମାଜଣା ଲାଗି ଫକା ସିନ୍ଦୂର ସାଥିକୁ ଘିଅ ମେଞ୍ଚାଏ ଲୋଡ଼ା ହୁଏ। ଘିଅ ଦୀପ ଦିନରାତ୍ର ଜଳେ। ମନ କାମନା ଯେ ଯାହା କରୁ ସଫଳ ହୁଏ, ଏକଥା ବାଜି ବଜା। ଯେତେବେଳେ ବ୍ରାହ୍ମ ମୂହୁର୍ତ୍ତରୁ ଶଙ୍ଖ ଧ୍ୱନି ପରେ ସେବାସୀ ମାଳୀ ମହାପାତ୍ର ''ଗଙ୍ଗାଧର ହେ! ସର୍ବାରିଷ୍ଟ ଖଣ୍ଡିବାକୁ ଅଜ୍ଞା ହେଉ" ବୋଲି ପାଟିକରେ, ସେ ଧ୍ୱନି ଶୁଣି ପ୍ରସନ୍ନ ମନରେ ଗଡ଼ର ନରନାରୀ ମଙ୍ଗଳମୟ। ଶିବ ସର୍ବରିଷ୍ଟ ଖଣ୍ଡିଲେ ବୋଲି ଭାବି ନରସ୍କାର କରି ଶଯ୍ୟାତ୍ୟାଗ କରିଥାନ୍ତି। ସେଇଥିପାଇଁ ଗଉଡ଼ ସାହିରେ ନିତି କରାବର ଲାଗିଥାଏ। ତେଣୁ ସେଠା ଦହି, ଘିଅ ବିଶୁଦ୍ଧ। ଠାକୁର ଲାଗି ପଦାର୍ଥରେ କପଟ କଲେ, ବଂଶ ବୁଡ଼ିଯିବ ବୋଲି ଗଉଡ଼ ସାହିରେ ନିତ୍ୟ ପ୍ରବଚନ। ଦହି ସାଥୀକୁ ପକ୍କା ତଉଲ ଉଖୁଡ଼ା ନଡ଼ିଆ ପାତି ପକାଇ ଗୁଡ଼ିଆ ଘର ଅତି ଶୌଚରେ ହାଣ୍ଡିରେ ସାଇତି ରଖିଥାଏ। ତା ସାଙ୍ଗକୁ ଘିଅ ଖୁରୁମୁଆଁ। ବାଉଁଶ ଲଟି ଡେଇଁଲେ ଜମି ଭୂମି। ଏଣେ ଚାରିକୋଶ ଆକ୍ରାନ୍ତର ଆମ୍ବତୋଟା ବଡ଼ ପୋଖରୀଠୁ ଦେଖାଯାଏ। ଏ ତୋଟାରେ ପଶିଗଲେ ପୁତ୍ରଶୋକ ଦୂର ହୋଇଯିବ। ତୋଟାଗଛ ତଳେ ଭାତ କୁଢ଼େଇ ଖାଇହେବ। ଟିକିଏ ଅସଫା ଦେଖିବ ନାହିଁ—ଚାରି କୋଶ ଆକ୍ରାନ୍ତଯାକ। ନିଜେ ନିଳକଣ୍ଠ ପାର୍ବତୀଙ୍କୁ ଘେନି ତୋଟା ଭ୍ରମଣ କରନ୍ତି, ଲୋକେ ଆଖିରେ ଦେଖିଥିବାର କହନ୍ତି। ଥରେ ପରା କୋଉ ପଠାଣ ସେହି ତୋଟା ଭିତରେ ମଇଳା କରିଥିଲା। ସେ ମଇଳା କରିସାରି ବଡ଼ ପୋଖରୀକୁ ଆସି ଶୌଚ ହେବାକୁ ଭାବିଥିଲା। ଉପରମୁହାଁ ପଠାଣ ଆସୁ ଆସୁ ଗୋଖର ସାପ ମାରିଲା ତିନି ଚୋଟ। ମୁହୂର୍ତ୍ତକେ ସେ ଖତମ। ତେଣୁ ପରମ୍ପରା ଧରି ସେ ତୋଟାକୁ ଦେବତାର ବିଚରଣ ଭୂମି ମନେକରି ଲୋକେ ବରଂ ସଫା ସୁତୁରା କରୁଥିଲେ' କେହି ମଇଳା କରିବାର ଶୁଣା ନ ଥିଲା। ଖରାଦିନରେ ବିଶେଷରେ ବସନ୍ତଠାରୁ ବର୍ଷାଯାଏ ସେ ତୋଟାରେ ଲୀଳା ଲାଗିଥାଏ। ଦେଖିବ ରଜାପୁଅ, ରଜାଝିଅଠୁ ସେଠି କିଏ ଯେ ନ ଥାନ୍ତି, ତା ନାହିଁ। ଗୀତ ଭାଗବତଠୁ ଆରମ୍ଭ କରି ଶାସ୍ତ୍ର ପୁରାଣ ଯାଏ ସେଠି ଚର୍ଚ୍ଚା ହୁଏ। ସେ ଚାରି ମାସ ଘରେ ଲୋକେ ପ୍ରାୟ ରହନ୍ତି ନାହିଁ। ଅସହ୍ୟ ଗ୍ରୀଷ୍ମ ମଧ୍ୟ ସେ ତୋଟାରେ ପଶିଲେ ଲୋକ ଭୁଲିଯାଏ। ଉକ୍ତ ତୋଟାରେ ଗଡ଼ର ବ୍ରାହ୍ମଣମାନେ ଶୀତଳଷଷ୍ଠୀ ପର୍ବ କରିଥାନ୍ତି। ସେଠି ହାବେଳିଠାରୁ ଆରମ୍ଭ କରି ଚନ୍ଦ୍ରଉଦିଆ, କୁମ୍ପି, ଚକ୍ର ଆଦି ବାଣର ଆତସବାଜି ଦୁନିଆକୁ ମୁଗ୍ଧ କରିଦିଏ। ପ୍ରଭୁ ନିଳକଣ୍ଠ ଯେତେବେଳେ ପାର୍ବତୀଙ୍କୁ କୋଳରେ ଧରି ବିଜେ ହୁଅନ୍ତି, ଗାଁ ଦାଣ୍ଡ ବାଟଘାଟ ଦି ଦିନ ଆଗରୁ ଚକ୍ ଚକ୍ ହୋଇଉଠେ। ପଥରେ ଚୂନ ଧଉଳାଯାଏ। ଚନ୍ଦନ ଛେରା ପଡ଼େ, ଫୁଲପାଖୁଡ଼ା ବିଞ୍ଛାଯାଏ। ରାଜା ଛତ୍ର କାହାଳୀ ଧରି ଆଗରେ ପଥ କଢ଼ାନ୍ତି। ବାଦ୍ୟ ନାଦରେ ପୃଥ୍ୱୀ କମ୍ପିତ ହୁଏ। ପ୍ରଭୁ ବିଜେ ହୁଅନ୍ତି। ତୋଟା ମଝିରେ ସହସ୍ର ତରୁଣୀ ଶଙ୍ଖ, ହୁଳହୁଳି ଧ୍ୱନି କରି ଉଠନ୍ତି। ତାମଯାନରେ ରାଣୀ ବିଜେ ହୁଅନ୍ତି। ସେ ଦିନକ ଶ୍ରୋତ୍ରିୟ ବ୍ରାହ୍ମଣ ପୂଜା କରନ୍ତି। ଲକ୍ଷ